ତଳ ଲେନିନ୍ ମାନମନ୍ଦିରରେ ମଧ୍ୟ ଏଇ ଦିନଟି ଏକ ଆନନ୍ଦଉତ୍ସବର ଦିନ ବୋଲି ଠିକ୍ ହୋଇଥାଏ। ଲଢ଼ାକିସ୍ଥାନର ବିଖ୍ୟାତ ବେଲେଟ୍ ଶିଳ୍ପୀ ସୁନ୍ଦରୀ ମେରିନୋଭା ଉପଗ୍ରହର ଅଧିବାସୀମାନଙ୍କ ପାଇଁ ଲେନିନ୍ ମାନମନ୍ଦିରରେ ଏକ ବେଲେଟ୍ ଡାନସ୍ ଦେଉଥାନ୍ତି। ମାନମନ୍ଦିରର ଟେଲିଭିଜନ୍ ଦ୍ୱାରା ଏହା ଉପଗ୍ରହକୁ ପ୍ରେରିତ ହେବା ପାଇଁ ବନ୍ଦୋବସ୍ତ ହୋଇଥାଏ। ଏହା ସଙ୍ଗେ ସଙ୍ଗେ ସ୍ଥାନୀୟ ସମ୍ମିଳିତ ଗାଉଁଲୀ ଗୀତ, ନୃତ୍ୟ ଓ ତତ୍ ସଙ୍ଗେ ସଙ୍ଗେ; ନାନାପ୍ରକାର ଖେଳ କସରତ୍ ଏବଂ ଏକ୍ରୋବେଟିକସ୍ ଆଦି ଦେଖାହେବାର ବନ୍ଦୋବସ୍ତ ହୋଇଥାଏ। ଉପଗ୍ରହର ଅଧିବାସୀମାନେ କୋଳାହଳମୟ ଦୁନିଆଠାରୁ ଦୂରରେ ରହି କାଳେ ନିର୍ଜ୍ଜନତାର ଅଭିଶାପରେ ଦଗଧ ହେଉଥିବେ ସେଥିପାଇଁ ସେମାନଙ୍କୁ ଆମୋଦପ୍ରମୋଦ ଦେବାପାଇଁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକ୍ରମେ ଏହି ବନ୍ଦୋବସ୍ତ ଲେନିନ୍ ମାନମନ୍ଦିରରେ କରାହୋଇଥାଏ। କେନ୍ଦ୍ର ରାଜଧାନୀର ବିଖ୍ୟାତ ବେଲେରିନା ସୁନ୍ଦରୀ ଫାଡ଼େୟାଭନା ତାଙ୍କର ପୃଥିବୀ ପ୍ରସିଦ୍ଧ ବେଲେଟ୍ ନୃତ୍ୟ ଦେବାପାଇଁ ଲେନିନ୍ ମାନମନ୍ଦିରକୁ ନିମନ୍ତ୍ରିତ ହୋଇ ଆସିଥାନ୍ତି। ଲେନିନ୍ ମାନମନ୍ଦିରର ଏହି ଉତ୍ସବର ଖବର ଓ ପ୍ରୋଗ୍ରାମ୍ ସପ୍ତାହକ ଆଗରୁ ଉପଗ୍ରହକୁ ପଠାଇ ଦିଆଯାଇଥାଏ। ଉପଗ୍ରହର ଅଧିବାସୀମାନେ ଏହି ଖବରରେ ଏକରକମ୍ ପାଗଳ ହୋଇପଡ଼ିଥାନ୍ତି-। ଉତ୍ସବ ଦିନ ସକାଳୁ ପ୍ରତ୍ୟେକେ ନିତ୍ୟକର୍ମ ସାରି ଧୀରେ ଧୀରେ ଲେକ୍ଚର୍ ଗୃହରେ ଆସି ହାଜର-। ଟେଲିଭିଜନ୍ କକ୍ଷର ଏହି ଟେଲିଭିଜନ୍ ଚିତ୍ରକୁ ସମସ୍ତେ ଉପଭୋଗ କଲାଭଳି ବଡ଼ ଆକାରର କରି ସିନେମାଗୃହର ପରଦାଭଳି ବଡ଼ ପରଦା ଉପରେ ପକାଇବା ପାଇଁ ବହୁ ଜଟିଳ ଯାନ୍ତ୍ରିକ ବନ୍ଦୋବସ୍ତ ହୋଇଥାଏ ଏହି ଲେକ୍ଚର ଗୃହରେ। ଉପଗ୍ରହ ସାରା ଆନନ୍ଦର କୋଳାହଳ। ନିଜ ଦେଶର ଶିଳ୍ପୀମାନଙ୍କୁ ଏତେ ଦୂରରେ ଥାଇ ଦେଖିବା ଓ ସେମାନଙ୍କର ନାଚ, ଗୀତ ଆଦି ଉପଭୋଗ କରିବା କମ୍ ବଡ଼ ଆନନ୍ଦର କଥା ନୁହେଁ। ଲେନା, ମେରିନା, ଏଲିନା, ମେରିଆ ଆଦି ସମସ୍ତେ ଭାରି ଖୁସି। ଆନନ୍ଦରେ ସେମାନେ ଏତେ ଅଧିର ସତେ ଯେପରି ସେମାନଙ୍କ ଗୋଡ଼ ଉପଗ୍ରହର ଇସ୍ପାତ୍ ଚଟାଣ ଉପରେ ମୋଟେ ଲାଗୁ ନ ଥାଏ। କୁହୁକ ରାଇଜର ପରୀମାନେ ଆକାଶରେ ଉଡ଼ି ଚଲାବୁଲା କଲାଭଳି ସେମାନେ ଉପଗ୍ରହରେ ଉଡ଼ି ବୁଲିଲା ଭଳି ଅନୁଭବ କରୁଥାନ୍ତି। ସେମାନେ କେତେବେଳୁ ଆସି ଲେକ୍ଚର୍ ଗୃହର ସାମନା ବେଞ୍ଚରେ ଆସ୍ଥାନ ଜମାଇ ବସିଗଲେଣି।। ମେରିନା ଭାରି ଖୁସି ଯେ ସେ ତା'ର ସଙ୍ଗିନୀ ଫାଡ଼େୟାଭନାକୁ ଦେଖିପାରିବ। ଏଲିନା ଭାରି ଖୁସି ଯେ ସେ ତା'ର ଅତିପ୍ରିୟ ଗାଉଁଲି ନୃତ୍ୟ ଦେଖିପାରିବ। ଲାଢ଼ାକିସ୍ଥାନର ସୁପ୍ରସିଦ୍ଧ ଏକ୍ରୋବେଟିକ୍ସ ଦେଖିପାରିବ ବୋଲି ମେରିନାର ଆନନ୍ଦର ସୀମା ନାହିଁ। ପ୍ରଦର୍ଶିନୀ ଆରମ୍ଭ ହେବାକୁ ପ୍ରାୟ ପାଞ୍ଚମିନିଟ୍ ବାକି। ଉପଗ୍ରହର ପ୍ରାୟ ସମସ୍ତେ ଆସି ଲେକ୍ଚର ଗୃହରେ ଜମାହୋଇ ଗଲେଣି, କିନ୍ତୁ ଡିରେକଟର ଆଲେସ୍କିଙ୍କର ଦେଖାନାହିଁ। ଆଲେସ୍କି କୁଆଡ଼େ ଗଲେ, ସେ ବିଷୟରେ ଅନ୍ୟମାନେ ଯେତେ ଚିନ୍ତିତ ନ ଥିଲେ, ସବୁଠାରୁ ଅଧିକ ଚିନ୍ତିତା ଥିଲା ମେରିନା। ସେ ଏଆଡ଼କୁ ସେ ଆଡ଼କୁ ଅନାଇ ଆଲେସ୍କିଙ୍କୁ ଖୋଜିବାକୁ ଲାଗିଲା। ମେରିନା ଚାରିଆଡ଼କୁ ଏଭଳି ଉଚ୍ଛନ୍ନ ହୋଇ ଅନାଇବାର ଦେଖି ଲେନା ମୁରୁକି ମୁରୁକି ହସିବାକୁ ଲାଗିଲା। ଲେନାର ହସ ଦେଖି ଡିରେକ୍ଟରଙ୍କ ସେକ୍ରେଟାରୀ ଏଲିନା ମଧ୍ୟ କଣେଇ କଣେଇ ହସୁଥାଏ। ଆଲେସ୍କି ଆସିବା ଯେତିକି ଡେରି ହେଉଥାଏ, ମେରିନା ସେତିକି ଉଚ୍ଛନ୍ନ ହେଉଥାଏ। ସେ ଆଉ ସମ୍ଭାଳି ନପାରି ଡାହାଣ ପାଖରେ ବସିଥାଏ ଏଲିନାକୁ ପଚାରିଲା–''ଡିରେକ୍ଟର ଏତେବେଳଯାଏ କୁଆଡ଼େ ଗଲେ ଏଲିନା? '' ''ମୁଁ ତ ଜାଣିନି, ଆଜି ସକାଳଠାରୁ ମୁଁ ତ ତାଙ୍କୁ ଭେଟିନି ମୋଟେ।